ବିଦ୍ରୋହ ପାଇଁ ମୋ ସାହସ ଠୁଳ ହୋଇଥିଲା? ତମେ ମୋର ଆଉ ଟିକିଏ ପାଖକୁ ଆସି କହିଲ, ଜୟା ତମେ କ'ଣ କାହାକୁ ଭଲ ପାଅ-? ତମର ଏ ପ୍ରଶ୍ନରେ ମୁଁ ଲାଜରେ ମୁହଁ ପୋତିଲି। ପର କ୍ଷଣରେ ମୋର ଅଭିମାନ ଫାଟି ପଡ଼ୁଥିଲା। ଏତେ ଦିନ, ବର୍ଷ ଧରି ବି ତମେ ଜାଣିଲ ନାହିଁ ହେମ ଭାଇ, ତମେ ପୁଣି ମନ ନେଇ କବିତା ଲେଖ। ମୋର ହଠାତ୍ ଇଚ୍ଛା ହେଲା, ସବୁ ଲଜ୍ଜା ଫିଙ୍ଗି ଦେଇ ତମ ଛାତିରେ ମୁହ ରଖି କହିବି, ହେମଭାଇ, ମୋର ସର୍ବକାଳର ସାମ୍ମୁଖ୍ୟ ଯେ ତମେ, ତମେ, ତମେ? ଅନ୍ତରର ଏହି ଉଦ୍ବେଳିତ ଶବ୍ଦ ତରଙ୍ଗ କିନ୍ତୁ ସଂପୂର୍ଣ୍ଣ ଅନୁଚ୍ଚାରିତ ରହିଗଲା। ତମେ ପୁଣି କହିଲ, ସେହି ପୂର୍ବର ପ୍ରଶ୍ନ। ତଳକୁ ମୁହଁ ପୋତି ମୁଁ କହିଲି ହଁ। ସେତେବେଳକୁ ତମେ ପ୍ରାୟ ମୋ ଦେହକୁ ଲାଗି ବସି ସାରିଥିଲ। ମୋ ଆଖିର ଅଶ୍ରୁ ହାତରେ ପୋଛି ଦଉ ଦଉ ତମେ କ'ଣ ଭାବୁଥିଲ କେଜାଣି। ହଠାତ୍ କହିଲ। ଜୟା, ସେ କିଏ? କିଏ? କ'ଣ କହନ୍ତି ମୁଁ ଏହାର ଉତ୍ତର? ମୁଁ ଜାଣିଲି, ତମେ ମତେ ପରୀକ୍ଷା କରୁଛ। ନିଜର ମନ କଥାଟା ମୋ ମୁହଁରୁ ଶୁଣିବାକୁ ଚାହୁଁଛି। ତମର ଏହି ଜାଣିସିଆଣିଆ କୌତୁକ ମତେ ବେଶ୍ ଲାଗୁଥିଲା। ମୁଁ ବି କୌତୁକ କରନ୍ତି; ମୁଁ ବି ତୁମର ମନ ବିଡ଼ିବାକୁ ଆଉ କାହାର ନାଁ କହି ଦିଅନ୍ତି। କିନ୍ତୁ କେଜାଣି ତା' ପାରିଲି ନାହିଁ। ତମର ଦୁଇ ହାତ ମୁଠେଇ ଧରି ଆର୍ତ୍ତ ସ୍ଵରରେ କହିଲି, ହେମ ଭାଇ, ତମେ ମତେ ରକ୍ଷା କର। ତା' ପରେ ତା' ପରେ ହଠାତ୍ ତମେ ମତେ ଆଲିଙ୍ଗନରେ ଛାତିରେ ବାନ୍ଧି ରଖିଲ। ଅନେକ ଦିନର ରୁଦ୍ଧ ମୌସୁମୀ ଚହଲି ଉଠିଲା। ମୁଁ ତ ଭିଜିଗଲି ସଂପୂର୍ଣ୍ଣ। ମୋର ମନ ପ୍ରାଣ ଆର୍ଦ୍ର ହୋଇ ଉଠିଲା। ତମ ମୁହଁକୁ ଚାହିଁ ନ ପାରି ତମ ଛାତିରେ ମୁଁ ସେମିତି ଜଡ଼ି ରହିଲି। କେତେବେଳେ ଆଖି ଖୋଲି ଦେଖିଲି, ତମେ ମୋ ମୁହଁକୁ ଛାତିରେ ଧରି ସାଉଁଳି ସାଉଁଳି କହୁଚ, ଚୁପ୍ ଚୁପ୍ କରି, ତମକୁ ରକ୍ଷା କରିବି, କଥା ଦଉଚି, ରକ୍ଷା କରିବି। ତା' ପରେ ଗୁଣୁଗୁଣୁ ହୋଇ ତମେ ଆଉ କେତେ କ'ଣ କହିଲ। ମୋ ମୁହଁ ଉପରେ ମୁହଁ ରଖି କେତେଗୁଡ଼ାଏ ମୁହୂର୍ତ୍ତ ସେମିତି ବିତିଗଲା। ହଠାତ୍ କେହି ଆସି ବାରଣ୍ଡାରେ ସ୍ପିଚ୍ ଟିପି ଆଲୋକ ଜାଳିଦେଲା। ଚମକି। ପଡ଼ି ଆମେ ଦୁହେଁ ପରସ୍ପରଠାରୁ ବିଚ୍ଛିନ୍ନ ହୋଇ ଦେଖିଲୁ, ସାମ୍ନାରେ ଠିଆ ହୋଇଚି ପୁଝାରୀ ଅଭିରାମ। ସତେ କି କିଛି ଦେଖିନାହିଁ। ସେମିତି ନ ଜାଣିଲା ଭଙ୍ଗୀ କରି ଅଭିରାମ କହିଲା–ଦେଈ, ବେଳ ହେଲାଣି ଖାଇବ ଆସ। ମୋ ଉତ୍ତରକୁ ଅପେକ୍ଷା ନ କରି ସେ ଫେରିଗଲା। ସେ ଚାଲିଗଲା ପରେ ମୁଁ ତମ ପାଖକୁ ଆସିଲି। ତମ ମୁହଁକୁ ସ୍ପଷ୍ଟ ଚାହିଁଲି, କେଉଁଠୁ ମୋର ଏତେ ସାହାସ ଆସିଲା କେଜାଣି! ତୁମେ ତଳକୁ ମୁହ ପୋତି ବସିଥିଲ। ତମର ସୁନ୍ଦର ଉଜ୍ଜ୍ୱଳ ବିହ୍ୱଳ ମୁହଁରେ ବିଷର୍ଣ୍ଣତାର କଳାଛାଇ ଢାଙ୍କି ଯାଇଥିଲା। ତମର ଆଖି ଉଦ୍ଗତ ଅଶ୍ରୁରେ ଛଳ ଛଳ ହୋଇ ଉଠୁଥିଲା। ସମ୍ଭବତଃ ତମେ ଡରି ଯାଇଥିଲ। ପୁଝାରୀ ଆମକୁ ଏମିତିଭାବେ ଦେଖିଗଲା ବୋଲି ତମେ ଆଶଙ୍କାରେ ଅଧୀର ହୋଇ ଉଠୁଥିଲ ହେମ ଭାଇ, ତମେ ଏତେ ଭୀରୁ। ଏତିକିରେ ତମେ ଏତେ ଡରିଗଲ? ତମେ ଟିକେ ବି ଜାଣିଲ ନାହିଁ, ପୁଝାରୀ ଦେଖିବାଟା ହିଁ ଆମର ବିପୁଳ ବିଜୟ। ତମର ହାତଧରି ଉଠାଇ, ଖାଇବାକୁ ଡାକିଲି। କେତେ ନୀରବ ଅନୁନୟ ଜଣାଇଲି। ମୁହଁ ଟେକି ତମେ ଥରେ ବି ଚାହିଁଲ ନାହିଁ ମତେ। ହାତ ଖସାଇ ଚାଲିଗଲ ଶୋଇବା ଘରକୁ। ଅବାକ୍ ହୋଇ ତମକୁ ଚାହିଁଲି। ଛିଃ, ତମେ ଏତେ ଦୁର୍ବଳ। ମିଛରେ ଭାଙ୍ଗି ପଡ଼ୁଛି। କାଲି ସକାଳୁ ବୋଉ ଯଦି ମତେ କିଛି ପଚାରେ, ମୁଁ ସ୍ପଷ୍ଟ କହିଦେବି ସବୁ। ତମର ଭରସା ପାଇଲା ପରେ ମୁଁ ଆଉ କାହାକୁ ଡରିବି? ମୁଁ ଆଉ କାହିଁକି ନିଜକୁ ଲୁଚାଇ ରଖିବି? କାଲି ସକାଳୁ ପୁଝାରୀ ନିଶ୍ଚୟ କାହାକୁ ଏ କଥା କହିଦବ। ତୁଣ୍ଡରୁ ତୁଣ୍ଡ ହୋଇ ଏହା ବୋଉ ଜାଣିବାକୁ ଡେରି ହବନି। ହେ ଭଗବାନ୍! ଏ କଥା ବୋଉ ଜାଣୁ, ବାପା ବି ଜାଣନ୍ତୁ।